ହୁଁ, ପାଗଳ-। ଗାଁ ଲୋକଙ୍କର କେତେ ବା ଶକ୍ତି? ଦେଶ ଲୋକେ ଓ ସରକାରଙ୍କର ଯଦି ଦୃଷ୍ଟି ପଡ଼େ ତ କେଜାଣି ସମୟ ହୋଇପାରେ। ଆଜିକାଲି କତେ ପ୍ରକାରର ବିଜ୍ଞାନଯନ୍ତ୍ର ବାହାରିଲାଣି। ଯଦି ବୁଦ୍ଧିର ସାହାଯ୍ୟ ନିଆଯାଏ, ତେବେ ହୁଏତ ହୋଇପାରେ। ଗୋଟାଏ ଟର୍ଚ୍ଚ ଉପରେ ବିଶ୍ୱାସ ରଖି ସମସ୍ତେ ପାଣି ଭିତରେ ଟାଣି ହୋଇ ଆଗକୁ ଚାଲିଲେ। ବହୁ ବାଟ ଗଲାପରେ-ଆଖି ସାମ୍ନାରେ କୁଦଟାଏ ପଡ଼ିଲା। ସେଇଟା ଶଙ୍କରା ଢିଅ। ବହୁ ଉଚ୍ଚରେ କରିଥିଲା। ବଂଶ ବୁଡ଼ିଗଲା ସିନା ଢିଅଟାକୁ କେହି ବୁଡ଼େଇ ପାରି ନାହାନ୍ତି। କୁଦଟି ଛୋଟ-ସେଇଠି ସମସ୍ତେ ଠିଆ ହେଲେ। 'ହେଇ ବୁଡ଼େଇଲି' ଧମକ ଦେଇ ଚାରିପାଖରେ ବଢ଼ିପାଣି ପହରା ଦେଉଚି। ସୁମି ଛୋଟ ହାତ ଦୁଇଟି ଟେକି ବଢ଼ିପାଣିକୁ ଜୁହାର କଲା। ବର୍ଷାର ପ୍ରକୋପ କମି ଆସିଲାବେଳକୁ ରାତିଯାଇଁ ଶେଷ ପହରରେ ପହଞ୍ଚିଲାଣି। ସୁମିକୁ ଜୋର୍ ଶୀତ। ଶୁଖିଲା ଲୁଗାନାହିଁ। ସମସ୍ତେ ତିନ୍ତିଛନ୍ତି। ରାମନନ୍ଦଙ୍କର ଚାରା କଣ? ଜୀବନ ଭୟରେ ଆସିଥିବାରୁ କିଛି ଉଦ୍ଧାର କରିପାରି ନାହାନ୍ତି। ଜିନିଷପତ୍ର ଉପରେ ଆଣ୍ଠୁଏ ବହଳର କାନ୍ଥ-ମାଟି ପଡ଼ିଥିବ; ବଢ଼ିପାଣିର ନାଗଶିଶୁ ସର୍ ସର୍କି ଖେଳୁଥିବ। ଏବେ ଶୁଖିଲା ଲୁଗା ଆସିବ କେଉଁଠୁ? ଆକାଶ ପୃଥିବୀ ହାତ ମିଳାଇ ତାଙ୍କୁ ହଇରାଣ କରିଛନ୍ତି। ନନ୍ଦେ ଅଣ୍ଟା ଗାମୁଛା ଖଣ୍ଡି ଛତା ତଳେ ଚିପୁଡ଼ି ସୁମି ଦିହ ହାତରୁ ପାଣି ପୋଛି-ପାଛି ପକେଇଲେ କେବଳ। ବିଜୁଳି ମାରିଲାବେଳେ ସୁମି ଟୁନୀ ଓ ବୁଲୁକୁ ଚାହେଁ। ସମସ୍ତଙ୍କ ଅବସ୍ଥା ତାରି ଭଳି। ଦେହ ହାତ ଥଣ୍ଡା। ଶୀତରେ କମ୍ପୁଛନ୍ତି। ଉପାୟ ନାହିଁ। ଚାରିଆଡ଼େ ସାଗରର ସୁ-ସୁ ଗର୍ଜନ। ଗୋଟାଏ ନିର୍ଜ୍ଜନ ଦ୍ୱୀପରେ ସେମାନେ ଜୀବନ ରକ୍ଷାର ଚେଷ୍ଟା କରିଛନ୍ତି। ସେମାନେ ପଶୁ ନୁହନ୍ତି। ବର୍ଷା-ପାଣି ସହିବାର ଧୈର୍ଯ୍ୟ ସବୁଠୁଁ କମ୍ ମଣିଷର। ତା' ଦେହରେ ଭାଲୁ ସମାନ ଲୋମ ନାହିଁ, କୁଆର ପର ନାହିଁ କି, କି ସାପର ନିଗଡ଼ା କାତି ନାହିଁ। ସେ ସୁନ୍ଦର, କୋମଳ ଛନଛନ ଲୋଭନୀୟ ତାର ଚର୍ମ। ଏଥିପାଇଁ ବାଘ ଭାଲୁ ଲୋଭେଇ ଯାଆନ୍ତି। ଡାଆଣି ଚିରଗୁଣିଙ୍କ ପାଟିରୁ ଲାଳ ବହେ। ମଣିଷ ସବୁଠାରୁ ସୁଖାଦ୍ୟ। କେତେ ବୁଢ଼ୀ ଅସୁରୁଣୀ ଗଳ୍ପରେ ଏଇକଥା କୁହାଯାଇଚି। ପଥରକୁ ଯେଉଁଠି ନାଇଁ ସେଠି ପକେଇଲେ ପଥରର କିଛି ଯାଏ କି ଆସେନା। ସେ ଜଡ଼, ଅନୁଭବର ଶକ୍ତି ତାହାର ନାଇଁ। କିନ୍ତୁ ପାଣିରୁ ଅଲଗା ହୋଇଗଲେ ମାଛ ଛଟ୍ପଟ ହୁଏ। ଘରୁ ବାହାରିଲେ ମଣିଷ ହଇରାଣ ହୁଏ। ଶାରୀରିକ ଦୃଷ୍ଟିରୁ ମଣିଷ ସବୁଠୁଁ ଦୁର୍ବଳ। ସେଇହେତୁରୁ ନିଜର ବସନ ଓ ରହଣୀ ପାଇଁ ନେଇଛି ଜ୍ଞାନର ସାହାଯ୍ୟ। ତାହା ତାର ପ୍ରଧାନ ଅସ୍ତ୍ର। ବୁଦ୍ଧି ବୃତ୍ତି ଓ ଚିତ୍ତବୃତ୍ତି ଲୋପ ପାଇଲେ ମଣିଷ ପଶୁ ହୋଇଯିବ। ସେତେବେଳେ ଖରା ବର୍ଷା ଆଉ ତାକୁ ବାଧିବ ନାହିଁ। କିନ୍ତୁ ବେଶୀ ବାଧିବ ଅନ୍ୟମାନଙ୍କର ଅତ୍ୟାଚାର-ଯେଉଁ ଅତ୍ୟାଚାର ସବଳ ପ୍ରାଣୀ ଦୁର୍ବଳ ଉପରେ ଆହାର ପାଇଁ କରି ଆସୁଛନ୍ତି। ଶିରିଆପୁର ମଫସଲ। ସେଠି ବୈଜ୍ଞାନିକ ଯନ୍ତ୍ରର ଅଭାବ। ମୋଟର ଲଞ୍ଚଟାଏ ମିଳିଥିଲେ ସେମାନେ ପାର ହୋଇ ଝୁମ୍ପୁରି ଚାଲିଯାଆନ୍ତେ। ସେଠି ସାନ ସାନ ହୋଟେଲ ଅଛି, ଚିହ୍ନାଜଣା ଲୋକ ଅଛନ୍ତି। ରହିଯାନ୍ତେ। ସୁମି ମୋଟର ଲଞ୍ଚ ଦେଖିଚି। ଗତବର୍ଷ ବଢ଼ି ଦେଖିବା ଲାଗି ନଈଏ। ନଈଏ ଯାଜପୁରରୁ ବାବୁ ସବୁ ଆସିଥିଲେ। ଫଟ୍ ଫଟ୍ କରି ଚାଲେ। ଗାଁ ଘାଟରେ ରହିଥିଲା। ପୁଣି ନଈଏ ନଈଏ କୁମ୍ଭୀର ପରି ଚାଲିଗଲା। ନିମିଷକରେ କେତେ ବାଟ ଚାଲିଯାଏ। ପାଣିକୁ ମୋଟେ ଡରେନା। ଘାଟ ଡଙ୍ଗା ଯାଇଁ ମାଇଲିଏ ତଳେ ଡାଙ୍ଗୁଆ ପାଟଣା ଘାଟରେ ଲାଗିଥିବ। ଅନ୍ଧାର। ବଢ଼ିରେ ସମସ୍ତେ ବିପନ୍ନ। ଏତେବେଳେ ନାଆ କିଏ କାହିଁକି ଖୋଲିବ। ନାଉରି ହେଲେ ବି ନଈର ବିଷଦାନ୍ତକୁ କିଏ ନଡରେ? ଦୋବଲ ବଜାର ଉପରେ ରାମନନ୍ଦଙ୍କର ଦରଜୀ ଦୋକାନ। ଏକମାତ୍ର ସିଲେଇ ମେସିନ। ରାମାନନ୍ଦେ ନିଜେ ପରିଚାଳକ ଓ ସିଲେଇକାର ସବୁ। ଗୋଟିଏ ବାର ଚଉଦ ବର୍ଷର ବାଳକ ତାଙ୍କର ସହକର୍ମୀ। ସେ ବୋତାମଘର ତିଆରି କରି ସିଲେଇ କରେ। ସେଠି ରାମନନ୍ଦଙ୍କୁ ଦିନ ଆଠଟାରୁ ରାତି ଆଠଟା ଯାଏଁ ଖଟିବାକୁ ହୁଏ। ସେମିଜି, ସାୟା, ସାର୍ଟ, ପ୍ୟାଣ୍ଟ, ଫୁଲପ୍ୟାଣ୍ଟ୍ ସବୁ ସେ କାଟି ପାରନ୍ତି।